ଅସୁସ୍ଥ ବା ଅପମୃତ୍ୟୁ ଜନିତ କାର୍ଯ୍ୟହାନି ବର୍ଷ। ଡେଙ୍ଗୁ ରୋଗରେ ବର୍ଷ କ୍ଷତି ଏକ ନିୟୁତ ଜନସଂଖ୍ୟାରେ ଆକଳନ ହୋଇଛି। ଏହାର ଯକ୍ଷ୍ମା ଓ ଅନ୍ୟାନ୍ୟ ଶିଶୁରୋଗ ସହ ସାମଞ୍ଜସ୍ୟ ରହିଛି। ମ୍ୟାଲେରିଆ ପରେ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଉଲ୍ଲେଖନୀୟ ରୋଗ ହିସାବରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ହେଳା କରାଯାଉଥିବା ରୋଗମାନଙ୍କର ତାଲିକାରେ ଏହା ପ୍ରଥମ ଷୋହଳ ମଧ୍ୟରେ ଅଛି। ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଉଥିବା ଡେଙ୍ଗୁ କ୍ରମେ କ୍ରମେ ଦକ୍ଷିଣ ଚୀନ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଆମେରିକାକୁ ବିସ୍ତାର ଲାଭ କରୁଛି। ୟୁରୋପକୁ ମଧ୍ୟ ଯିବା ସମ୍ଭାବନା ଅଛି। ଏଡିସ ଇଜିପ୍ଟି ମଶାଙ୍କୁ ନିର୍ମୂଳ କରିବା ନିମନ୍ତେ ତାଙ୍କ ବାସସ୍ଥାନ ନିର୍ମୂଳ କରିବା ଆବଶ୍ୟକ। କୌଣସି ସ୍ଥାନରେ ବା ପାତ୍ରରେ ଜଳ ଜମି ରହୁଥିଲେ ତାହା ନିଷ୍କାସନ କରିବା ବା ସେହି ଜଳରେ ପୋକ ମରା ଔଷଧ ପକାଇବା ଆବଶ୍ୟକ। ଜୈବିକ ନିୟନ୍ତ୍ରଣ ଉପାୟରେ ମଶାର ଶତ୍ରୁ କୀଟମାନଙ୍କ ଦ୍ୱାରା ସେମାନଙ୍କୁ ନିପାତ କରାଯାଇପାରେ। ମଶା କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ମଶାରୀ ବ୍ୟବହାର ଓ ଦେହକୁ ଘୋଡ଼ାଇ ହେବା ଭଳି ପୋଷାକ ପିନ୍ଧିବା ଦରକାର। ମଶା ନ କାମୁଡ଼ିବା ନିମନ୍ତେ ମଧ୍ୟ ଔଷଧ ମିଳୁଛି ଯାହା ଲଗାଇଲେ ମଶା କାମୁଡ଼ିବେ ନାହିଁ। ଡେଙ୍ଗୁ ଭୂତାଣୁ ବିରୁଦ୍ଧରେ କୌଣସି ଟିକା ନାହିଁ। ତେଣୁ ଜନସାଧାରଣଙ୍କର ଅବଗତି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କର ମିଳିତ ଉଦ୍ୟମ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜୋର ଦେଉଛି। ଚୀନ ଦେଶରେ ଦୁଇ ଶହ ପଞ୍ଚଷଠିରୁ ଚାରି ଶହ କୋଡ଼ିଏ ମସିହାରେ ଲିଖିତ ଜିନ ରାଜବଂଶର ଡାକ୍ତରୀ ଅଭିଧାନରେ ଉଡ଼ନ୍ତା ପତଙ୍ଗ ଓ ଜଳୀୟ ବିଷ ବିଷୟରେ ଉଲ୍ଲେଖ ଅଛି। ଏହା ବୋଧହୁଏ ସଂସାରର ଡେଙ୍ଗୁ ବିଷୟରେ ପ୍ରଥମ ଆଲେଖ୍ୟ। ଶତାବ୍ଦୀରେ ବିଭିନ୍ନ ମହାମାରୀର ବର୍ଣ୍ଣନା ଅଛି। ଡେଙ୍ଗୁ ବିଷୟରେ ଏସିଆ ଆଫ୍ରିକା ଓ ଉତ୍ତର ଆମେରିକାରେ ମସିହାରେ ମହାମାରୀ ହେବାର ବିଜ୍ଞପ୍ତି ଅଛି। ସେହି ସମୟଠାରୁ ଆରମ୍ଭ କରି ମସିହା ପର୍ଯ୍ୟନ୍ତ ଅନେକ ମହାମାରୀ ହୋଇଛି। ମସିହାରେ ପ୍ରଥମେ ଏଡିସ ମଶା ଡେଙ୍ଗୁର ବାହକ ବୋଲି ନିଶ୍ଚିତ ହେଲେ। ମସିହାରେ ଏହା ଭୂତାଣୁ ଜନିତ ରୋଗ ବୋଲି ଜଣାପଡ଼ିଲା। ସେତେବେଳେ ହଳଦିଆ ଜ୍ୱର ପରେ ଏହା ଦ୍ୱିତୀୟ ଭୂତାଣୁ ରୋଗ ବୋଲି ପ୍ରମାଣିତ ହେଲା। ଡେଙ୍ଗୁ ସଂକ୍ରମଣ ବିଷୟରେ ଜନ ବର୍ଟନ ଓ ଜୋସେଫଙ୍କ ଦ୍ୱାରା ଅନ୍ୱେଷଣ ସମାପ୍ତ ହେଲା। ଦ୍ୱିତୀୟ ମହାଯୁଦ୍ଧ ପରେ ପରିବେଶ ବିଶୃଙ୍ଖଳା ଯୋଗୁଁ ଏହି ରୋଗ ଅଧିକ ବ୍ୟାପକ ହେବାକୁ ଲାଗିଲା। ଫିଲିପାଇନ୍ସରେ ମସିହାରେ ଏହାର ମାରାତ୍ମକ ଦିଗ ପ୍ରତି ଆଲୋକପାତ କରାଯାଇଥିଲା। ମସିହାରେ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଡେଙ୍ଗୁ ରକ୍ତସ୍ରାବ ଜ୍ୱର ଓ ସକ ସିଣ୍ଡ୍ରୋମ ବିଷୟରେ ଜଣାପଡ଼ିଥିଲା। ମଶା ବଂଶ ନିପାତ ଓ ଟିକା ଦେବା ଦ୍ୱାରା ଡେଙ୍ଗୁ ନିରାକରଣ ସମ୍ଭବ। ମଶା ବଂଶ ବିସ୍ତାର ରୋକିବାକୁ ଅନେକ ପ୍ରକାର ନୂଆ ଉପାୟର ଅନୁସନ୍ଧାନ ଚାଲିଛି। ଏଡିସ ମଶା ମାରିବା ନିମନ୍ତେ ପୋସେଲିଆ ରେଟିକୁଲାଟା ମାଛ ଜଳାଶୟରେ ଛାଡ଼ିଲେ ମଶାର ଲାର୍ଭାକୁ ମାଛ ଖାଇଯାଆନ୍ତି ଫଳରେ ମଶାର ବଂଶ ବିସ୍ତାର ହୋଇପାରେ ନାହିଁ। ମଶାମାନଙ୍କ ଦେହରେ ୱଲବାଚିଆ ଜୀବାଣୁ ସଂକ୍ରମଣ କରାଇ ତାଙ୍କ ଦେହରେ ଡେଙ୍ଗୁ ପ୍ରତିରୋଧ ଶକ୍ତି ସୃଷ୍ଟି କରାଯାଉଛି। ମଶା ଦେହରେ ଡେଙ୍ଗୁ ନ ହେଲେ ମଣିଷ ଦେହରେ ହେବ ନାହିଁ। ଡେଙ୍ଗୁର ଚାରି ପ୍ରକାର ସେରୋଟାଇପ ବିରୁଦ୍ଧରେ ଟିକା ପ୍ରସ୍ତୁତି ଚେଷ୍ଟା ଚାଲିଛି। ଏ ଦିଗରେ ଗୋଟିଏ ମୁଖ୍ୟ ଅସୁବିଧା ହେଲା ଆଣ୍ଟିବଡ଼ି ଡିପେଣ୍ଡେଣ୍ଟ ଏନହାନସମେଣ୍ଟ ଏହି ଅବସ୍ଥା ଉତ୍ପନ୍ନ ହେଲେ ଡେଙ୍ଗୁ ସମ୍ଭାବନା ବହୁତ ଅଧିକ ହୋଇଯାଏ। ଆଦର୍ଶ ଟିକାର ଗୁଣ ଏକ ବା ଦୁଇ ଇଞ୍ଜେକସନ ଦେଇ ଚାରି ପ୍ରକାର ଭୂତାଣୁ ବିରୁଦ୍ଧରେ ପ୍ରତିରୋଧ କ୍ଷମତା ଥିବ ସହଜରେ ନିଆଅଣା କରାଯାଇପାରୁଥିବ ନଷ୍ଟ ନ ହେବା ଭଳି ଜମା କରି ରଖିହେଉଥିବ ସହଜରେ ଓ ଅଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବ। ମସିହାରେ ଅନେକ ଚେଷ୍ଟା ଚାଲିଛି। ଦୁର୍ବଳୀକୃତ ହଳଦିଆ ଜ୍ୱର ଭୂତାଣୁ ଓ ଚାରି ସେରୋଟାଇପ ଡେଙ୍ଗୁ ଭୂତାଣୁ ନେଇ ଚେଷ୍ଟା ଚାଲିଛି। ଏହା ବ୍ୟତୀତ ଭୂତାଣୁ ବିରୋଧୀ ଔଷଧ ଆବିଷ୍କାର ଚେଷ୍ଟା ମଧ୍ୟ ଚାଲିଛି।